ମନେ ନାହିଁ। କ୍ଷଣେ ଚୁପ୍ ରହି ପୁଣି କହିଲେ ଜାଣ, ବେଶୀ ମୋର ମନେ ପଡ଼େ କ'ଣ? ସେ ହେଲା ଛାୟାର ଦୁଇଟି ପାଦ। ସେଇ ପାଦ ଯୋଡ଼ିକ ଦେଖିବାକୁ ଠିକ୍ ଗୋଲାପୀ ମଖମଲ ପରି। ସେଇ ପାଦରେ ସବୁବେଳେ ଶୋଭା ପାଉଥାଏ ଚଉଡ଼ା ଚଉଡ଼ା ଅଳତା। ଘରସାରା ଯେତେବେଳେ କାମ କରି କରି ସେ ବୁଲୁଥାଏ, ପାଦ ଯୋଡ଼ିକ ତା'ର ଘରର ଚଟାଣ ଉପରେ ସେତେଯେପରି ଲକ୍ଷ ପଦ୍ମ ଫୁଟାଉଥାଏ। ଜୀବନସାରା ବହୁତ ପାଦ ଦେଖିଲି, କିନ୍ତୁ ସେପରି ପାଦ ଯୋଡ଼ିଏ ଆଖି ଆଉ ମୋର ଦେଖିଲାନି। ଦିନସାରା ତଳ ଉପର ହୋଇ କାମ କରୁଥିବ। ଦିନେ ହେଲେ ଦେଖିଲିନି କାହିଁରେ ତା'ର ସ ଅସନ୍ତୋଷ। ଦିନେ ହେଲେ ଶୁଣିଲିନି ଆଉ ପାରୁନି। ସଦା ହାସ୍ୟମୟୀ ଥିଲା ସେ। ବାପା ମୋର ଚାଲିଗଲେ ଛାୟାକୁ ତାଙ୍କର କଲ୍ୟାଣ ସରୋବରରେ ଆକଣ୍ଠ ବୁଡ଼ାଇ ଦେଇ। ସୁଗୋଲ, ସୁଢ଼ଳ ବାହୁ ଦୁଇଟିରେ କେତେ ତା'ର ବଳ। ଆଶ୍ଚର୍ଯ୍ୟ! ଦେଖୁଛ ବୁଲୁ, ତଳ ଉପର ହୋଇ ଯେତେ କୋଠରି ଦେଖୁଛ, ସବୁଗୁଡ଼ିକରେ କେତେ ଯେ ଅସହାୟ ନା ନରନାରୀଙ୍କୁ ଆଶ୍ରୟ ଦେଇଥିଲେ ତା'ର ହିସାବ କଲେ ପ୍ରାୟ ପଚିଶ ତିରିଶ ଜଣ ହେବେ। ସମସ୍ତଙ୍କର ଡାକକୁ କାନ ପାରିଥାଏ ଛାୟା। କାହାକୁ କାହିଁରେ ଦୁଃଖ ହେବ, ସେପରି କଥା ସେ ଭୁଲରେ ଦିନେ କହିବେନି କି କରିବେନି। ସଭିଙ୍କ ଦୁଃଖରେ ତା'ର କରୁଣାଙ୍ଗନ ଆଖି ଯୋଡ଼ିକ ସର୍ବଦା ଢଳ ଢଳ ଛଳ ଛଳ। କାହାରି ଟିକିଏ ଆନନ୍ଦ ଦେଖିଲେ, ସେ ବହୁତ ଆନନ୍ଦ ଲଭୁଥିଲା। ହଁ, ଆଉ ଗୋଟିଏ କଥା। ତା'ର ସଉକ ଭିତରେ ଗୋଟିଏ ବଡ଼ ସଉକ ଥିଲା ଖୋସାରେ ବିଭିନ୍ନ ଜାତିର ଫୁଲମାଳ ଜଡ଼ାଇବା, ଆଉ ପାଦରେ ଅଳତା ଦେବା। ଏଇ ଯୋଡ଼ିଏ କଥା। ଅନେକ ଦିନ ଧରି ମୁଁ ଯେଉଁଆଡ଼କୁ ଗଲେ ମଧ୍ୟ ତା' ପାଇଁ ନେଇ ଆସେ ସୁଗନ୍ଧ ଭରା ସୁନ୍ଦର ଗୋଟିଏ ମାଳା। ଆଉ ସେଇ ମାଳା ପାଇ ପିଲାଙ୍କ ପରି ଏତେ ଖୁସି ପ୍ରକାଶ କରେ ଯେ, କେହି ସୁନା ରୁପା ପାଇଲେ ବି ସେମିତି ହବନି। ଏଇ ଥିଲା ମୋର ପ୍ରାଣ-ପ୍ରତିମା ଛାୟା। ତା'ର ଅନ୍ତର ନିଗାଡ଼ି ସବୁ ସୁଧା ସେ ଅଜାଡ଼ି ଦେଇଥିଲା ମୋର ଜୀବନ ପାତ୍ରରେ। ସେଇ ସୁଧା ପାତ୍ର ଭରି ଉଛୁଳି ପଡ଼ିଲା। ଘରର ଅଳି କନ୍ଦି ଚାରିଆଡ଼େ ସେଇ ଅମୃତ ସୁଧାଧାରାରେ ପ୍ଳାବିତ ହୋଇଗଲା। କଲ୍ୟାଣମୟୀ, ପ୍ରେମମୟୀ, ସ୍ନେହମୟୀ, କରୁଣାମୟୀ ଛାୟା ମୋର ସଭିଙ୍କ ହୃଦୟ ସିଂହାସନରେ ଲକ୍ଷ୍ମୀରୂପେ ବିରାଜ କଲା। ଜୀବନକୁ ଧନ୍ୟ ମଣିଲି। ଦିନେ କୋଳକୁ ତା'ର ଆଲୋକିତ କରି ଆସିଲା ଶୁଭେନ୍ଦୁ। ଦୁହିଁଙ୍କ ହୃଦୟରେ ବହିଗଲା ଆନନ୍ଦର ଫଲ୍ଗୁ ଧାରା। ତା' ପରେ ଆସିଲା ନୀଳେନ୍ଦୁ। ଭାଙ୍ଗିଗଲା ଛାୟାର ଦେହ। ଶୀର୍ଣ୍ଣ ହୋଇଗଲା ଛାୟା, ଆସ୍ତେ ଆସ୍ତେ ଝାଉଁଳି ପଡ଼ିଲା। ସେଇଥିରେ ବି ଚାଲିଥାଏ ଦୁଇଓଳି ଧରି ପଚାଶ ଲୋକର ସେବା। କହିଲେ ହସି ଦିଏ। କହେ ତୁମେ ମୋର ବଳ, ତୁମର ସ୍ନେହ, ମମତା ମୋର ଧୈର୍ଯ୍ୟ। ଯେତେଦିନ ତୁମର ସ୍ନେହ କରୁଣା ପାଉଥିବି ସେତେଦିନ ପର୍ଯ୍ୟନ୍ତ ମୋ ଦେହ ମନର ସବୁ ଶକ୍ତି ଅକ୍ଷୟ ହୋଇ ରହିବ। ଭାବନି ତୁମେ ମୋ ପାଇଁ ଆଦୌ ତୁମେ ଭାବନି। ଯେଉଁମାନେ ମତେ ଭରସା କରି ଏ ଘରେ ପଡ଼ି ରହିଛନ୍ତି କେଡ଼େ ଅସହାୟ ସେମାନେ! ସେମାନଙ୍କୁ ନ ଦେଖି ଯଦି ବିଶ୍ରାମ ନିଏ ତାହାହେଲେ କିଏ ଦେଖିବ ତାଙ୍କୁ। ଏନ୍ତୁଡ଼ି ଘରେ ଯାଇ ଯେ କେଇଦିନ ରହିବାକୁ ପଡ଼େ, ସେ ସେତିକିରେ କେତେ ବିଶୃଙ୍ଖଳା ଘଟିଯାଏ ଏ ଘରେ। ଉଜୁଡ଼ି ଯାଏ ଏଇ ସଂସାର। ଇଏ କହେ ମୁଁ ଖାଇନି, ସେ କହେ ମୁଁ ଶୋଇନି, କେହି ଅବା କୁହନ୍ତି ମୁଁ ଲଗେଇନି, ଆଉ ବିଶ୍ରାମ ନେବି କ'ଣ? ଶୁଖିଲା ମୁହଁରେ ମୁକ୍ତାଝରା ହସ ଗାରେ ହସି ଚାଲିଯାଏ ଛାୟା। ସେ ଥିଲା ଧରିତ୍ରୀ ପରି ସହନଶୀଳା। ସେଇ ମୋର ଛାୟା। ରାତିରେ ଶୋଇବାକୁ ଆସିଲା ବେଳକୁ ପାଦ ଯୋଡ଼ିକ ତା'ର ଘୋସାରି ହେଉଥାଏ। ଭୀଷଣ କ୍ଳାନ୍ତ ଦେଖାଯାଏ ତାକୁ। ତା'ରି ଆସିବା ବାଟକୁ ଅପେକ୍ଷା କରି ଚାହିଁ ରହିଥାଏ ମୁଁ ଦୁଆର ଆଡ଼କୁ। ତାକୁ ଦେଖି ଦେଲେ ପ୍ରତୀକ୍ଷାକୁ ବିଫଳ ମନେ ହୁଏ ମୋର। ଗୋଟିଏ ଅଶାନ୍ତ ମନ ନେଇ ମୁଁ ଶୋଇ ପଡ଼େ ଘର ଲେଉଟାଇ। ଟିକିଏ କଥା କହିବା ବା ଶୁଣିବା ଆଶାରେ ସେ ଏକର ସେକର ହୋଇ ଛଟପଟ ହେଉଥାଏ। ମୁଁ ଜାଣେ, ସେ ଯେତେ କ୍ଳାନ୍ତ ହେଉନା କାହିଁକି ଗପ କରିବାରେ ତା'ର କ୍ଳାନ୍ତି ନଥାଏ। ଅଜସ୍ର ଧାରାରେ ସେ କଥା କହି ପାରେ।